ତାର ଆଖିଯୋଡ଼ିକ ଶେତା ଓ ମୁହଁଟି ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା। ମୁଁ ତା କାନ୍ଧରେ ହାତ ଚାପି ତାକୁ ଧୈର୍ଯ୍ୟ ଧରିବାକୁ ସାହସ ଦେଲି। ସଚ୍ଚି କହିଲା, "ଏମିତି ଏ କଣ ସବୁ ହୋଇଗଲା? ସେ କଣ ସତରେ ସୁଇସାଇଡ କରି କରିଉଥିଲା?"ଏଏସ୍‌ଆଇ ଜଣକ କହିଲେ, "ନିଜେ ଇନ୍ସପେକ୍ଟର ଜେରା କରୁଥିଲେ। ଟୋକାଟି କା କୁଆଡ଼େ ଭାରି ଜିଦିଆ। ଆଦୌ ମାନୁ ନଥିଲା। ତାପରେ ତ ରାତିରେ ଏଇ କାଣ୍ଡ। ସକାଳୁ ଇନ୍ସପେକ୍ଟର ଖବର ଜଣାଇବାରୁ ଆମେ ତାକୁ ହସ୍ପିଟାଲ ପଠେଇଛୁ।"ମୁଁ ଆଶଙ୍କା କରୁଥିଲି, ଏଏସ୍‌ଆଇ ସତ କହୁନାହିଁ। ହୁଏତ ଘଟଣାଟି ଏଭଳି ଆଦୌ ନୁହେଁ। ଇଏ ଏଇ ମର୍ଦ୍ଦରାଜର ଚକ୍ରାନ୍ତ। ସିରାଜ ଓ ସେ ପ୍ରଚୁର ପିଟିଛି ଓ ସେଇ ଯନ୍ତ୍ରଣା ସହି ନପାରି ସିରାଜ ବେହୋସ ହୋଇପଡ଼ିଛି। ତାର ଆତ୍ମହତ୍ୟା କରିବା ଖବର ସମ୍ପୂର୍ଣ୍ଣ ମିଛ, ପୁଲିସର ମନଗଢ଼ା ଗୋଟେ ବାହାନା। ପ୍ରସନ୍ନ ଓ ଆଦିତ୍ୟ ମଧ୍ୟ ଏମିତି କିଛି ଆଶଙ୍କା କରୁଥିଲେ। ପୁଲିସ ହାଜତରେ ଆସାମୀମାନଙ୍କର ମୃତ୍ୟୁ ଖବର ମା ଆମେ ଅନେକ ଥର ଖବରକାଗଜ ପୃଷ୍ଠାରୁ ପଢ଼ିଥିଲୁ। ସେଥିପାଇଁ ଆମର ଭୟ ହେଉଥିଲା, ସିରାଜକୁ ବାଡ଼େଇ ବାଡ଼େଇ ମାରି ଦେଇନାହାନ୍ତି ତ! ମୁଁ କହିଲି, "ଏ ବ୍ରାଉନ ସୁଗାର ଘଟଣାଟି କଣ?"ଏଏସ୍‌ଆଇ ଜଣକ ମୋ ପ୍ରଶ୍ନ ଶୁଣି ତ ତଳୁ ମୁହଁଟେକି ଅନେଇଲେ। ଗୋଟେ ଗୋପନ ତଥ୍ୟ ଦେବାପରି କହିଲେ, "ସେଇଟା ସତ। ଟୋକାଟାର ପକେଟ୍ରୁ ବ୍ରାଉନ ସୁଗାର ବରାମଦ ହୋଇଛି। ତାର ଦାମ୍ ଲକ୍ଷାଧିକ ଟଙ୍କା ହେବ।"ଆମେ ଆମର ସଂଯମ ଉପର ନ୍ତ୍ରଣ ହରେଇ ବସୁଥିଲୁ। ଗୋଟେ ଭୟଙ୍କର ମିଥ୍ୟାକୁ କିଭଳି ସତ୍ୟର ରୂପ ଦେବା ନିମନ୍ତେ ଷଡ୍ଯନ୍ତ୍ର ଚାଲିଛି ସେକଥା ମଧ୍ୟ କିଛି କିଛି ବୁଝିପାରୁଥିଲୁ। କିନ୍ତୁ ଏ ପରିସ୍ଥିତିରେ କଣ କରିବୁ, ତାହା ସ୍ଥିର କରିପାରୁ ନଥିଲୁ। ଆମ ଯୋଜନାରେ ଏଭଳି ଗୋଟେ ଦୁର୍ଘଟଣା ଆଦୌ ନଥିଲା। ଆମର ଆଜି କଲେଜଛକ ମେଲୋଡ଼ି ଦେଖିଯିବା ଓ ତାପରେ ଆଦିତ୍ୟ ଘରେ ସାଙ୍ଗ ହୋଇ ଖାଇବାର ଯୋଜନା ଥିଲା। ମୁଁ ସାହସ ଦେଲି, "ଆମ କାଗଜ ଖୋଲିବା କ୍ଷଣି ମୁଁ ଏସ ଏସବୁ ଖବର ଲେଖି ଗୋଟେ ବଡ଼ ରିପୋର୍ଟ ଛାପିବି। ତାହା ନ ହେଲେ ପୋଲିସ ମିଛ କଥାଟିକୁ ସତ ବୋଲି ସାବ୍ୟସ୍ତ କରିଦେବ। ଆମର ଆଉ କିଛି ଚାରା ରହିବ ନାହିଁ।" "କିନ୍ତୁ ସେ ତ ତିନିଦିନ ପରର କଥା। ଏବେ ଆମେ କଣ ହାତପାଦ ଛନ୍ଦି ବସିରହିବ। ସତରେ ଯଦି ସିରାଜର କିଛି ହୋଇଯାଏ ତାହାହେଲେ ଆମେ ଆମ ନିଜକୁ କେବ କେବେ କ୍ଷମା କରିପାରିବା ନାହିଁ," ସଚ୍ଚି କହିଲା। ସେ ଠିକ୍ କହୁଥିଲା। ଆମେମାନେ ସିରାଜକୁ ବଜାରକୁ ପଠେଇ ନଥିଲେ ସେ ମର୍ଦ୍ଦରାଜ କଥା ଶୁଣିବାରେ ବିଳମ୍ବ କରି ନଥାନ୍ତା କି ଘଟଣା ଏଭଳି ଘଟି ନଥାନ୍ତା। ହୁଏତ ମର୍ଦ୍ଦରାଜ ସେଇଠି ତାକୁ ଦି ଚାରିପଦ କହି ଛାଡ଼ି ଦେଇଥାଆନ୍ତା। ଥାନାକୁ ଧରି ଆଣି ନଥାନ୍ତା। ଆମେମାନେ ପୁଣି ଥରେ ରାମବାବୁଙ୍କ ବଙ୍ଗଳାକୁ ଗଲୁ। ରାମବାବୁ ତାଙ୍କ ମେଲାଘରେ ବସିଥିଲେ ଓ ତାଙ୍କ ଚାରିପଟେ ଲୋକମାନେ ହାଉଯାଉ ହେଉଥିଲେ। ସେଇ ଭିଡ଼ ଭିତରେ ରାମବାବୁ ଜଣ ଜଣକର କଥା ଶୁଣୁଥିଲେ ଓ ମଝିରେ ଫୋନ୍ କରି ଭିନ୍ନ ଭିନ୍ନ ଅଧିକାରୀଙ୍କ ସାଙ୍ଗେ କଥା ହେଉଥିଲେ। ପ୍ରସନ୍ନର ରାମବାବୁଙ୍କ ସାଙ୍ଗେ ପରିଚୟ ଥିଲା। ନିର୍ବାଚନ ସମୟରେ ସେ କେତେଥର ତାଙ୍କ ପାଇଁ ଚାନ୍ଦା ଦେଇଛି। ପ୍ରଚାର କାମରେ ବି ଯାଇଛି। ସେ ରାମବାବୁଙ୍କୁ ନମସ୍କାର କରାଇଲା, "ଟିକେ ପର୍ସନାଲ କାମ ଥିଲା।"ରାମବାବୁ ପ୍ରସନ୍ନକୁ ଦେଖୁ ଦେଖୁ କହିଲେ, "ଏଇତ! ମୁଁ ତୁମକୁ ସକାଳ ପହରୁ ଖୋଜୁଛି।" "ମୋତେ? କାହିଁକି!" ପ୍ରସନ୍ନ କହିଲା। "କଣ ଏସବୁ ଶୁଣୁଛି ମୁଁ? ମୋତେ କଣ ତମେମାନେ ରଖେଇ ଦେବ ନାହିଁ! ଏମ୍‌ଏଲ୍‌ଏଙ୍କ ସମର୍ଥକ ବୋଲି ବ୍ରାଉନ ସୁଗାର ବେପାର କରିବ। ରାତି ଅଧଟାରେ ରାସ୍ତା ଉପରେ ବସି ମାଲ ପିଇବ!"ମୁଁ ରାମବାବୁଙ୍କୁ କଥା ସାରିବାକୁ ନ ଦେଇ କହିଲି, "ଏସବୁ ମିଛ କଥା। ଆପଣଙ୍କୁ ସେ ମର୍ଦ୍ଦରାଜ ମିଛ ସତ ଯୋଡ଼ି କହିଛି। ଆମେ ସେଇକଥା କହିବା ପାଇଁ ଆସିଛୁ।"ମାତ୍ର ରାମବାବୁ ଆମ କଥା ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ।